ଖ୍ରୀଷ୍ଟାବ୍ଦରେ ଆକବରଙ୍କର ମୃତ୍ୟୁ ପରେ ତାଙ୍କର ପୁତ୍ର ସେଲିମ ନୁରଉଦ୍ଦିନ ମହମ୍ମଦ ଜାହାଙ୍ଗୀର ଉପାଧି ଧାରଣ କରି ସିଂହାସନରେ ବସିଥିଲେ। ଜାହାଙ୍ଗୀରଙ୍କର ଜ୍ୟେଷ୍ଠ ପୁତ୍ର ଗୁଣବାନ ଓ ଲୋକପ୍ରିୟ ଖୁସ୍ରୁ ଆକବରଙ୍କ ପରେ ସମ୍ରାଟ ହେବେ ବୋଲି ଆଶା କରିଥିଲେ। ଜାହାଙ୍ଗୀର ସିଂହାସନ ଆରୋହଣ କରିବା ପରେ ସେ ପଞ୍ଜାବକୁ ପଳାଇ ଯାଇ ସେଠାରେ ସେ ବିଦ୍ରୋହ ଘୋଷଣା କରିଥିଲେ। ଶିଖମାନଙ୍କର ପଞ୍ଚମ ଗୁରୁ ଅର୍ଜୁନ ସିଂହ ତାଙ୍କୁ ଅର୍ଥ ସାହାଯ୍ୟ କରିଥିଲେ। ଜାହାଙ୍ଗୀର ସୈନ୍ୟ ପଠାଇ ଖୁସ୍ରୁଙ୍କୁ ପରାସ୍ତ ଓ ବନ୍ଦୀ କଲେ। ତାଙ୍କର ଚକ୍ଷୁ ନଷ୍ଟ କରି ଦିଆଗଲା। ପରେ ସାନଭାଇ ଶାହାଜାହାନ ତାଙ୍କୁ ହତ୍ୟା କରିଥିଲେ। ଅର୍ଜୁନ ସିଂହ ଖୁସ୍ରୁଙ୍କୁ ସାହାଯ୍ୟ କରିଥିବାରୁ ମୃତ୍ୟୁଦଣ୍ଡ ପାଇଥିଲେ। ଜାହାଙ୍ଗୀରଙ୍କର ନୂରଜାହାନଙ୍କ ସହିତ ବିବାହ ତାଙ୍କ ରାଜତ୍ୱର ଏକ ଉଲ୍ଲେଖଯୋଗ୍ୟ ଘଟଣା। ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା। ତାଙ୍କ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ୱ କାଳରେ ପାରସ୍ୟ ଦେଶରୁ ପଳାଇ ଆସି ଆକବରଙ୍କ ଦରବାରରେ ଚାକିରି କଲେ। ବୟଃପ୍ରାପ୍ତ ହେଲା ପରେ ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରାଇ ଦିଆଗଲା। ଜାହାଙ୍ଗୀରଙ୍କର ରାଜତ୍ୱର ଆରମ୍ଭରେ ଆଲିକୁଲି ବର୍ଦ୍ଧମାନର ଜାଗିରଦାର ନିଯୁକ୍ତ ହେଲେ ଓ ତାଙ୍କର ଉପାଧି ଶେର ଆଫଗାନ ରଖାଗଲା। ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠାଇଲେ। ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ୱାରା ନିହତ ହେଲେ। ମେହେର-ଉନ୍ନିସା ଓ ତାଙ୍କ କନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜ ରାଜପ୍ରାସାଦରେ ରଖାଗଲା। ଏହାର ଚାରି ବର୍ଷ ପରେ ଜାହାଙ୍ଗୀର ଖ୍ରୀଷ୍ଟାବ୍ଦର ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିଥିଲେ। ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ ରଖିଲେ। ପରେ ତାଙ୍କୁ ନୂରଜାହାନ ନାମ ଦିଆଗଲା। ଜାହାଙ୍ଗୀର ବଙ୍ଗପ୍ରଦେଶର ବିଦ୍ରୋହୀ ଆଫଗାନମାନଙ୍କୁ ଦମନ କରିଥିଲେ। ରାଣା ପ୍ରତାପଙ୍କ ପରେ ତାଙ୍କର ପୁତ୍ର ଅମର ସିଂହ ମିବାରର ରାଣା ହୋଇଥିଲେ। ସେ ପିତାଙ୍କ ପରି ଦୃଢ଼ପ୍ରତିଜ୍ଞ ନ ଥିବାରୁ ଜାହାଙ୍ଗୀରଙ୍କର ବଶତା ସ୍ୱୀକାର କରିଥିଲେ। ଜାହାଙ୍ଗୀର ପିତାଙ୍କ ପରି ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରିଥିଲେ। ଦାକ୍ଷିଣାତ୍ୟରେ ଆଅହମ୍ମଦନଗରର ସୁଦକ୍ଷ ମନ୍ତ୍ରୀ ମାଲିକ ଅମ୍ବର ଆହମ୍ମଦନଗରର ସୈନ୍ୟମାନଙ୍କୁ ଶୃଙ୍ଖଳା ଶିକ୍ଷା ଦେଇ ଆକବରଙ୍କ ସମୟରେ ହରାଉଥିବା ରାଜ୍ୟମାନ ପୁନଃଦଖଲ କରିବା ପାଇଁ ଲାଗିପଡ଼ିଥିଲେ। ଫଳରେ ମୋଗଲ ସେନା ଖାନ୍ଦେଶର ରାଜଧାନୀ ବୁରହାନପୁରକୁ ଫେରିଗଲେ। ଏକ ହଜାର ଛଅ ଶହ ଷୋହଳରେ ରାଜପୁତ୍ର ଖୁରମ ମାଲିକ ଅମ୍ବରଙ୍କର ଅଗ୍ରଗତିକୁ ପ୍ରତିହତ କରିଥିଲେ ଏବଂ ଅହମ୍ମଦନଗରର କେତେକ ଅଂଶ ପୁନର୍ବାର ଦଖଲ କଲେ। ଖୁରମଙ୍କର ବୀରତ୍ୱରେ ମୁଗ୍ଧ ହୋଇ ଜାହାଙ୍ଗୀର ତାଙ୍କୁ ଶାହାଜାହାନ ଉପାଧି ପ୍ରଦାନ କରିଥିଲେ। ଏକ ହଜାର ଛଅ ଶହ କୋଡ଼ିଏରେ ଜାହାଙ୍ଗୀର ପଞ୍ଜାବର ପାର୍ବତ୍ୟ କାଙ୍ଗ୍ରା ଦୁର୍ଗ ଅଧିକାର କରିଥିଲେ। ଏକ ହଜାର ଛଅ ଶହ ବାୟାଳିଶରେ ପାରସ୍ୟ ସମ୍ରାଟ ମୋଗଲ ସାମ୍ରାଜ୍ୟର ସୀମାନ୍ତ ଦୁର୍ଗ କାନ୍ଦାହାର ଦଖଲ କରିନେଇଥିଲେ। ଏହି ଦୁର୍ଗକୁ ପୁନର୍ବାର ଦଖଲ ପାଇଁ ଜାହାଙ୍ଗୀର ଶାହାଜାହାନଙ୍କୁ ଆଦେଶ ଦେଇଥିଲେ। ନୂରଜାହାନଙ୍କ ଷଡ଼ଯନ୍ତ୍ର ଆଶଙ୍କା କରି ଶାହାଜାହାନ ପିତାଙ୍କ ଆଦେଶ ନ ମାନି ବିଦ୍ରୋହ କଲେ। ଫଳରେ କାନ୍ଦାହାର ଚିରଦିନ ପାଇଁ ମୋଗଲ ସାମ୍ରାଜ୍ୟରୁ ଅଲଗା ହୋଇଗଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ବାଣିଜ୍ୟ କେନ୍ଦ୍ର ଥିବାରୁ ଏହା ହରାଇବା ଦ୍ୱାରା ମୋଗଲ ସାମ୍ରାଜ୍ୟର ପଶ୍ଚିମ ଏସିଆ ସହିତ ବାଣିଜ୍ୟ କାରବାର ବ୍ୟାହତ ହେଲା। ଜାହାଙ୍ଗୀରଙ୍କ ଶାସନ କାଳରେ ଶାହାଜାହାନ ଓ ମହବତ ଖାଁ ବିଦ୍ରୋହ କରିଥିଲେ।